ହଠାତ୍ ମାକେଂଜି କହିଉଠିଲା–ବଡ଼ ଅଡ଼ୁଆରେ ପଡ଼ିଯାଇଛି ପିୟର୍ସନକୁ ନେଇ। ପାହାଡ଼ୀଗୁଡ଼ାକଙ୍କ ପ୍ରତି ଲୋକଟାର ସହାନୁଭୂତି କ୍ରମଶଃ ବଢ଼ିଉଠୁଛି। ମୋ ପ୍ରଚାର ବିରୁଦ୍ଧରେ ସବୁବେଳେ ତାର ପ୍ରଚାର ଚାଲିଛି। ଆଉ ବା କିଛି କହିଥାଆନ୍ତେ ବସ୍ଉୟେଲ ହଠାତ୍ ଭିତରକୁ ଚାଲିଆସିଲେ କେତେଟା ନାଗା ସର୍ଦ୍ଦାର। ହାତମୁଠାରେ ବର୍ଚ୍ଛା, ମୁଣ୍ଡ ଉପରେ ଲାଣ୍ଟେସଙ୍ଗ ଶିଙ୍ଘରେ ମୁକୁଟ ଗଳାରେ ସାପର ମୁଣ୍ଡମାଳ। ବସ୍ଉୟେଲ ଗଦ୍ ଗଦ୍ ଗଳାରେ ଅଭ୍ୟର୍ଥନା ଜଣାଇଲେ–ଆସ, ଆସ ସର୍ଦ୍ଦାର। ତାପରେ ଖବର କଣ? ତିନିଜଣଙ୍କର କଣ୍ଠରୁ ବିଦୀର୍ଣ୍ଣ ହେଲା–ନା, ଆମେ ଆଉ ପାରିବୁନି। କାଲି ଯାଇଥିଲୁ ସିକୁୟାମାକ ବସ୍ତିକୁ, ଗାଇଦିଲିଓ ଡାହାଣୀ ବୋଲି ତୁଣ୍ଡରୁ ବାହାରୁ ନ ବାହାରୁଣୁ ଏଇ ଦେଖ ଆମର କି ଅବସ୍ଥା। ବର୍ଚ୍ଛାରେ ପୋଡ଼ି ପକାଇଲେ ଆମକୁ। ଜଣେ ପିଠି ଦେଖାଇଲା, ଆଉ ଜଣେ ବାହୁ ସନ୍ଧି, ଆଉ ଜଣେ ଗୋଡ଼। ବର୍ଚ୍ଛାମାଡ଼ରେ ଫୁଟିୁଠିଛି ରକ୍ତରେଖା ତିନିଜଣଙ୍କର ଦେହରେ। ଏଇ ନେ ତୋର ଟଙ୍କା, ଗାଇଦିଲିଓକୁ ଡାହାଣୀ କହି ଜୀବନ ଦେବୁ ନା କ'ଣ ବସ୍ତିର ସମସ୍ତେ ରାଗି ଉଠିଛନ୍ତି। ହଠାତ୍ ଘରପାଖରୁ ଶୁଣାଗଲା ଏକ ମର୍ମନ୍ତୁଦ ଆର୍ତ୍ତନାଦର ଧ୍ୱନି। ଆଃ ଉ-ଉ-ଉ-। ଦଳନ ମନ୍ଥନ ଆରମ୍ଭ ହୋଇଛି ସାରୁୟାମାରୁ ଉପରେ। ଇଏ ହେଲା ଆଦି ପର୍ବ। ଚମକି ଉଠିଲେ ତିନିଜଣ ପାହାଡ଼ୀ ସର୍ଦ୍ଦାର। କି ହେଲା ରେ ସାହେବ? କାହାକୁ ମାରି ପକାଉଛୁ? ସହସା ବସ୍ଉୟେଲ୍ଙ୍କ ଦୁଇ ଆଖିର ପିଙ୍ଗଳମଣି ଦୁଇଟାରେ ଗୋଟାଏ ଛାୟା ଖେଳିଉଠିଲା ଭଳି ମନେହେଲା। କପାଳ ଉପରେ କେତୁଟା ଜଟିଳ ରେଖା ଭାସିଉଠିଲା। ଅଭିନେତାଙ୍କ ଭଳି ମୁହଁଟାକୁ ନୁଆଇଁ ଆଣିଲେ ସେ। ସର୍ଦ୍ଦାରଙ୍କ କାନ ପାଖରେ ଫୁସ୍ଫୁସ୍ କରି କହିଲେ–ଆମର ସମତଳ ଲୋକଗୁଡ଼ାକ ପାହାଡ଼ୀମାନଙ୍କୁ ମାରୁଛନ୍ତି ପରା। ଏମାନଙ୍କ ହାତରେ ବନ୍ଧୁକ ଅଛି। ଗୁଳିରେ ଖତମ କରିଦେବେ ତୁମମାନଙ୍କୁ। ତୁ ଏହି ଅସାନ୍ୟୁଗୁଡ଼ାଙ୍କୁ ତଡ଼ିବେ। ଭାରି ସୟତାନ ଏମାନେ। ବନ୍ଧୁକରେ ଆମମାନଙ୍କୁ ମାରି ପକାଇବେ। ହଁ–ନିଶ୍ଚୟ ତଡ଼ିଦେବି, କିନ୍ତୁ ଗୋଟିଏ କାମ କରିବାକୁ ପଡ଼ିବ। କି କାମ? ଯାହା କହିଚି, କାଇଦେଲି ଓ ନାଁରେ ପ୍ରତ୍ୟେକ ବସ୍ତିରେ ପ୍ରଚାର କରିବ ସେ ଗୋଟାଏ ଡାହାଣୀ। ଗାଇଦିଲିଓକୁ ଡାହାଣୀ ବୋଲି ନ କହିବାରୁ ଅସାନ୍ୟୁମାନେ ପାହାଡ଼ୀମାନଙ୍କୁ ମାରୁଛନ୍ତି-। ଟଙ୍କା ନିଅ, ପ୍ରଚାର କର, ଆହୁରି ଟଙ୍କା ଦେବି। ଟଙ୍କାଗୁଡ଼ାକ ଝରିପଡ଼ିଲା ବସ୍ଉୟେଲଙ୍କ ହାତରୁ। ସର୍ଦ୍ଦାରମାନେ ଅତି ଗୋପନରେ ମୁଠେଇନେଲେ ଟଙ୍କାଗୁଡ଼ାକୁ। ବହୁ ସମୟ ବିତିଯାଇଛି। କୋହମାର ପାହାଡ଼ ଉପରେ ରାତ୍ରି ବର୍ତ୍ତମାନ ଖୁବ୍ ଗଭୀର-। ନିବିଡ଼ ହୋଇଆସୁଛି ଅନ୍ଧକାର। ଗ୍ୟାସର ଆଲୋକ ଜଳୁଛି ଶିଖାମୟ ହୋଇ। କରି କୌଣସି ଶବ୍ଦ ସୁଦ୍ଧା ଆସୁନି! କେବଳ ଗ୍ୟାସ ଆଲୋକର ଚାରିପାଖରେ ଗୋଟିଏ ପତଙ୍ଗ ଘୂରିବୁଲୁଚି ଚକ୍ରାକାରରେ। –ସାର୍। –ଘଟଣା କଣ? –ସାର୍। ଯାହା କହିଥିଲେ ସବୁ ଠିକ୍ ମତେ କରିଛି ସାର୍! ନିଜର କୃତୀତ୍ୱର ଗୌରବରେ ଉଲ୍ଲସିତ ହୋଇଉଠିଲା ଦାରୋଗୋ ନିତୁ ସିଂ। ଲୋକଟାକୁ ଅଧାମରା କରିଦେଇଛି ସାର୍! ଆଉ ପାଟିତୁଣ୍ଡ କିଛି ନାହିଁ। –ଇଡିଏଟ୍। ଆଚ୍ଛା ସେ ଦୁଇଟାଙ୍କୁ ରାସ୍ତାରେ ଫୋପାଡ଼ି ଦେଇଆସ। ଭଲଭାବରେ ଶିକ୍ଷା ପାଆନ୍ତୁ। ପାଖ ଘରକୁ ପଶିଗଲା ନିତୁ ସିଂ। ବସ୍ଉୟେଲ ମୁହଁରେ ସ୍ୱଗତ ଉଚ୍ଚାରଣ। ଆଚ୍ଛା, ସବୁ ଦେଖାଯିବ। ଗାଇଦିଲିଓ ଓ ଗାନ୍ଧି ଏ ଦୁଇଟା ନାଁ ପାହାଡ଼ୀ ଲୋକଗୁଡ଼ାକଙ୍କ ମନରୁ ଲୋପ କରିବି ହିଁ କରିବି। ତେବେ ଯାଇ ମୋର ଖାଣ୍ଟି ବ୍ରିଟିଶ ବାର୍ଥ। ଗାଇଦିଲିଓ ଦକ୍ଷିଣ ପଟର ରାସ୍ତାଟା ପାହାଡ଼ ଉପରେ ବଙ୍କେଇ ବଙ୍କେଇ ଚାଲିଯାଇଛି ମାଉଏ ଆଡ଼କୁ। ଅନେକ ପାହାଡ଼ ଚୂଡ଼ା, ନିବିଡ଼ ଜଙ୍ଗଲ ପାର ହେଲେ ପଡ଼େ ମଣିପୁର, ଇମ୍ଫାଲ। ରାସ୍ତା ପାଖରେ ନିବିଡ଼ ଜଙ୍ଗଲ ମଧ୍ୟରେ ଗୋଟିଏ ଛୋଟ ଘର, ବାଉଁଶର କାନ୍ଥ, ପତ୍ରର ଚାଳି।